ସେତେବେଳକୁ ସରିତାର ହାତଟି ମୋ ହାତମୁଠାରେ। ସେ ତା'ର ହାତଟିକୁ ମୋ ହାତମୁଠାରୁ ଜୋରକରି ମୁକୁଳାଇ ନେଇ କହିଲା, 'ଭଦ୍ରଲୋକର ମୁଖାପିନ୍ଧି ଆପଣ ଏତେ ଅଭଦ୍ର ହୋଇପାରନ୍ତି? ' ତା'ର କଣ୍ଠରେ ଥିଲା ଦୃଢ଼ତା। ''ତୁମେ ଯାହା ଭାବ ସରିତା, ତୁମେ ମୋର ସମସ୍ତ ଧୈର୍ଯ୍ୟ। '' ଆଉକିଛି କହିପାରିଲି ନାହିଁ। ''ଓଃ, ଆପଣ କ'ଣ କହୁଛନ୍ତି? ମୁଁ ଯେ କୁଳର ବହୂ। '' ସରିତା କ୍ରୋଦ୍ଧା ନାଗୁଣୀ ସମ ଗର୍ଜନ କରିଉଠିଲା। ପ୍ରକୃତିସ୍ଥ ହେଲି। ଭାବିଲି ଧନ୍ୟରେ ନାରୀ! ତୁ ସବୁବେଳେ ରହୁ ପୁରୁଷର କଳ୍ପନାର ବାହାରେ। ମୁଁ ସେତେବେଳକୁ ଯଥେଷ୍ଟ ଦୁର୍ବଳ ହୋଇସାରିଥାଏ। ବ୍ୟଙ୍ଗୋକ୍ତି କରି କହିଲି, ''ସରିତା! ଜାଣେ ତୁମେ ବିବାହିତା। ଏହି ଦେହଟା ଦେବାକୁ ତୁମେ ବିବାହ ବନ୍ଧନରେ ଆବଦ୍ଧ ହୋଇଛ। ଦୁନିଆ ଓ ସମାଜ ଯାହାକୁ ବିବାହ କରେ ଓ ଯେଉଁ ବିବାହ ପରେ ଦେହ ସଙ୍ଗେ ଦେହର ସମ୍ପର୍କ ସ୍ଥାପନ କରାଯାଏ, ତାହା ବିବାହ ନୁହେଁ, ତାହା ବ୍ୟଭିଚାର। ତୁମେ ବ୍ୟଭିଚାର କରି ମଧ୍ୟ ମୋ ପାଖରେ କହିବାକୁ ସାହସ କରୁଛ ଯେ ତୁମେ କୁଳର ବୋହୂ। ବେଶ୍ ତାହାହିଁ ହେଉ। ତୁମର ମନେରଖିବା ଉଚିତ ଯେ ମୁଁ ତୁମର ସ୍ୱାମୀ ପରି ନିର୍ବୋଧ ନୁହେଁ। ତୁମର ସ୍ୱାମୀର ଆଖି ଥାଉଁ ଥାଉଁ ମଧ୍ୟ ସେ ଅନ୍ଧ। ସେ ଅନ୍ଧହୋଇଥିବାରୁ ତୁମକୁ ଆଜି ଯାଏ ଚିହ୍ନିପାରିଲେ ନାହିଁ। ତୁମେ ଗୋଟାଏ ଭଦ୍ର ପରିବାରର କୁଳ ବଧୂ। ଏହା ଦୁନିଆ ଅସ୍ୱୀକାର କରେ ନାହିଁ। ତେଣୁ ମୁଁ ତୁମ କପାଳରେ କଳଙ୍କର ଟୀକା ପିନ୍ଧାଇ ଦେବାକୁ ଚାହେଁ ନାହିଁ। ତୁମକୁ ଭଲପାଇ ଯେଉଁ ଭୁଲକରିଥିଲି, ତାହା ମୁଁ ନିଶ୍ଚୟ ସଂଶୋଧନ କରିନେବି। ହଉ ଚାଲ ଯିବା। '' ସେତେବେଳକୁ ସରିତା ଗୋଟିପଣେ ଥରୁଥାଏ। ତା'ର ଆଖିପତା ଫାଟି ଗାଲ ଉପରେ ଧାର ଧାର ହୋଇ ଲୁହ ଗଡ଼ିଯାଉଥିଲା। ମୁଁ ନିର୍ବାକ ଓ ନିଶ୍ଚଳ ଭାବରେ ସରିତାକୁ ଅନାଇଲି। ସେଦିନ ସରିତାର ଆଖିର ଲୁହ ମୋର ସମସ୍ତ ଧୈର୍ଯ୍ୟ ଟଳାଇ ଦେଲା। ମୁଁ ଅଶ୍ରୁ ସମ୍ବରଣ କରିପାରିଲି ନାହିଁ। ସରିତାକୁ ସମବେଦନା ଜଣାଇବାକୁ ମୋର ସମସ୍ତ ଚେଷ୍ଟା ସତ୍ତ୍ଵେ ଦୁଇଟୋପା ଲୁହ ଗଡ଼ିପଡ଼ିଲା। ସେ ମୋର ଲୁହ ହାତରେ ପୋଛିନେଇ। ବିଜୟନୀର ଟୀକା ସ୍ୱରୂପ କପାଳରେ ପିନ୍ଧିଲା-। ବାଷ୍ପାକୁଳ କଣ୍ଠରେ ଡାକିଲି, ''ସରିତା! '' ଥଙ୍ଗେଇ ଥଙ୍ଗେଇ ସେ ଉତ୍ତରଦେଲା, ''ସାଗର! '' ସେତେବେଳକୁ ମୋ ଛାତି ଉପରେ ସରିତାର ମୁଣ୍ଡ। ଏହି ଅବସରରେ ସରିତାର ଅଧରରେ ହସର ସରୁ ରେଖାଟିଏ ଫୁଟିଉଠିଲା। ତାହା କେବଳ ନୀଳଚକ୍ର ଦେଖିଥାଏ। ଏ ଜନ୍ମରେ ସରିତା ମୋତେ ଭଲପାଇଥିଲା କି ନା ଏହି କଥା ପରଜନ୍ମରେ ମୋତେ ଯଦି କେହି ପଚାରେ, ମୁଁ କହିବି ସେହି ନୀଳଚକ୍ର ମୋର ସାକ୍ଷୀ। ନାରୀ ଯେ ସବୁ କରିପାରେ ତାହାର ଚାକ୍ଷୁସ ପ୍ରମାଣ ଅଳ୍ପଦିନ ପରେ ମୁଁ ନିଜେ ପାଇଗଲି। ପରଜନ୍ମ ଓ ଏ ଜନ୍ମର ବିଶ୍ୱାସ ମୋ ମନରୁ ଅଚିରେ ଉଭେଇଗଲା। ଯେଉଁ ସରିତା ମୋତେ ଦିନେ ତା'ର ବାହୁପାଶରେ ବନ୍ଦୀକରି କହିଥିଲା, ''ସାଗର! ତୁମେ ନିହାତି ଦୁର୍ବଳ, ତୁମ ଭଳି ଦୁର୍ବଳ ପୁରୁଷକୁ ନାରୀ ମୋଟେ ଭଲ ପାଇପାରେ ନାହିଁ'', ସେହି ସରିତା ସଙ୍ଗରେ ଦେଖାହେଲା ଦିନେ ମୋର ସିଂହଦ୍ଵାର ପାଖରେ। ଠାକୁର ଦର୍ଶନ କରିସାରି ସେ ଫେରି ଆସୁଥିଲା। ପାଖରେ ଥିଲେ ଜଣେ ସୁଦର୍ଶନ ଯୁବକ ଓ ଗୋଟିଏ ଛୋଟ ପୁଅ। ଭାବିଲି ଯୁବକଟି ନିଶ୍ଚୟ ହେବେ ସରିତାର ସ୍ୱାମୀ। ଯଥେଷ୍ଟ ଆଶ୍ଚର୍ଯ୍ୟ ହେଲି। ଏହିଭଳି ସ୍ୱାମୀର ହାତଧରି ସରିତା ନିଜକୁ ଏତେ ଅସହାୟ ମନେକରେ କାହିଁକି? ଭଦ୍ରଲୋକ ଯଥେଷ୍ଟ ରୁଚିମାର୍ଜିତ। ତଥାପି ସରିତା ସଂସାର ସମ୍ବନ୍ଧରେ ଏତେ ଉଦାସୀନତା ପ୍ରକାଶ କରେ କାହିଁକି? ତେବେ ସେ ଯାହା କହୁଥିଲା, ସେଥିରେ କ'ଣ ସତ୍ୟତା ମୋଟେ ନ ଥିଲା? ମିଛ କହିବାର ଆବଶ୍ୟକତା କ'ଣ ଥିଲା ମୋ ପାଖରେ? ହସ ହସ ମୁଖରେ ଆଗେଇଗଲି ସରିତା ପାଖକୁ। ଦୁଇ ହାତ ଉଠାଇ ଛୋଟ ନମସ୍କାରଟିଏ ମଧ୍ୟ ପକାଇବାକୁ ଭୁଲି ନଥିଲି ସେଦିନ। ସରିତା ମୋତେ ନ ଦେଖିଲାଭଳି ଆଡ଼େଇଯାଇ ତରବରରେ ଲୋକ ଗହଳିରେ ମିଶିଗଲା। ତେବେ ସରିତା କ'ଣ ମୋତେ ଚିହ୍ନିପାରିଲା ନାହିଁ? ଚିହ୍ନିବାର ଆବଶ୍ୟକତା ଆଉ କ'ଣ ଥିଲା? ନାରୀ ଯେତେବେଳେ ତା'ର ସ୍ୱାମୀ ଓ ସଂସାର ନେଇ ସୁଖରେ ରହେ ସେତେବେଳେ ସେ ଅତୀତକୁ ଫେରି ଚାହିଁବାକୁ ସମୟ ପାଏ ନାହିଁ-।